କଣ ହୋଇଛି, ଶତ୍ରୁଜିତ? ହଠାତ୍ ଶତ୍ରୁଜିତଙ୍କ ମୁଖମଣ୍ଡଳରୁ କୌଣସି ଭାଷା ସ୍ଫୁରିଲା ନାହିଁ। ସେ କେବଳ ନିର୍ବୋଧଙ୍କ ଭଳି ଆଲମିରା ଭିତରକୁ ଅନାଇ ରହିଥିଲେ। କଣ କିଛି ମୁଲ୍ୟବାନ୍ ଡକୁମେଣ୍ଟ ଅପହୃତ ହୋଇ ଯାଇଛି? ଯାଇଛି ସାର୍। ଜେଲଖାନା ଦୁର୍ଘଟଣାର ଯେଉଁ କେତେଗୁଡ଼ିଏ ଦୁର୍ଲ୍ଲଭ ପ୍ରମାଣ ମୁଁ ସଂଗ୍ରହ କରି ଆସନ୍ତା କାଲି କଲେକ୍ଟରଙ୍କୁ ଦେବି ବୋଲି ଫାଇଲ କରି ରଖିଥିଲି, ସେହି ଫାଇଲଟି କେବଳ ନାହିଁ। କଣ କହିଲ? ସମ୍ମୁଖରେ ବିଷଧର ସର୍ପ ଦେଖିଲା ଭଳି ଉଠି କହିଲେ ଏସ୍. ପି.। ସେ ଯେମିତି ଏ କଥାକୁ ବିଶ୍ୱାସ କରିପାରୁ ନ ଥିଲେ। ଶତ୍ରୁଜିତ ଉଠିବାକୁ ଚେଷ୍ଟା କରି ମଧ୍ୟ ଉଠିପାରୁ ନ ଥିଲେ। ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ାକ ହଠାତ୍ ଅବାଧ୍ୟ ହୋଇ ଉଠିଛନ୍ତି। ବହୁତ କଷ୍ଟରେ ସେ ଛିଡ଼ା ହୋଇ କହିଲେ-ସେ ଫାଇଲଟି କିନ୍ତୁ ଏ କେଶ୍ ବିଷୟରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିବ ସାର୍। ମାନେ, ମୋର ଅଭିଯୁକ୍ତ ଆସାମୀ ଉପରେ ଯେଉଁ ପ୍ରତ୍ୟକ୍ଷ ଇନକ୍ୱାରୀ କରିବି ବୋଲି ଚାହୁଁଥିଲି, ତାହା ଆଉ ହୋଇପାରିବ ନାହିଁ। ଶେଷ ଆଡ଼କୁ ତାଙ୍କର କଣ୍ଠସ୍ୱର ଖୁବ୍ ନରମ ହୋଇ ଆସି ଥିଲା। ସେ ଏକ ପ୍ରକାର ଟଳ ଟଳ ପାଦରେ ଅଗ୍ରଗତି ଗୋଟାଏ ଚେୟାର ଉପରେ ବସିପଡ଼ିଲେ। ଏ ଭଳି ପରିସ୍ଥିତିରେ ଆଉ ତାଙ୍କୁ ବରକ୍ତ କରିବାକୁ ନ ଚେଷ୍ଟା ନ କରି, ଟେବୁଲ ଉପରେ ଥିବା ଟେଲିଫୋନ ରିସିଭର ଉଠାଇ କୌଣସି ଗୋଟାଏ ନମ୍ବରକୁ ଡାଏଲ୍ କଲେ। ଦୀର୍ଘ ସମୟ ରିଂ ହେବା ପରେ ଅପର ପାର୍ଶ୍ୱରୁ କୌଣସି ଉତ୍ତର ନ ମିଳିବାରୁ ସେ ଆହୁରି ବିସ୍ମିତ ହେଲେ। ତା ପରେ ପୁଣି ଗୋଟାଏ ନମ୍ବର ସହିତ ସଂଯୋଗ କରି, ରିସିଭ୍, କରୁଥିବା ବ୍ୟକ୍ତିଙ୍କୁ ଶୀଘ୍ର ଏଠାକୁ ଆସିବାକୁ ଅନୁରୋଧ କରି ଧୀରେ ଧୀରେ ସେ କକ୍ଷରୁ ବାହାରିଗଲେ। ପଣି ଯେତେବେଳେ ସେ କୋଠରି ଭତରକୁ ଫେରି ଆସିଲେ ତାଙ୍କ ହାତରେ ଗୁଡ଼ାଏ ମହମବତୀ ଥିଲା। ଆଉ ସେଥିରୁ ଗୋଟାଏ ଟେବୁଲ ଉପରେ ସେ ବସାଇ ନିଃଶଦ୍ଦରେ ଚେୟାର ଉପରେ ବସିପଡ଼ିଲେ। ଶତ୍ରୁଜିତ କିନ୍ତୁ ପୁଣି ଗୋଟାଏ ସିଗାରେଟରେ ଅଗ୍ନି ସଂଯୋଗ କରି, ସେହି କୋଠରି ପରିକ୍ରମଣ କରିବାରେ ଲାଗିପଡ଼ିଥିଲେ କେତେକ ସମୟ ସେହିପରି ବୁଲିବା ପରେ ସେ ଫେରିଲେ ଚେୟାର ଉପରେ ବସିଲେ। ତାଙ୍କର ମୁଖମଣ୍ଡଳର ମାଂସପେଶୀଗୁଡ଼ିକରେ ଅସମ୍ଭବ ଦୃଢ଼ତା ଫୁଟି ଉଠୁଥିଲା। ହାତଗୁଡ଼ିକ ମୁଠା ମୁଠା ହୋଇ ଆସୁଥିଲା। ସେ ପୁଣି ଛିଡ଼ା ହେଲେ। ଅନ୍ୟ ଗୋଟିଏ ସିଗାରେଟରେ ଅଗ୍ନି ସଂଯୋଗ କରି ପୂର୍ବ ପରି ଘୂରିବାରେ ଲାଗିପଡ଼ିଲେ। ପୁଣି ସିଗାରେଟଟାକୁ ଜୋରରେ ବାହାରକୁ ଫୋପାଡ଼ି ଦେଇ ଟେବୁଲ ଉପରେ ପଡ଼ିଥିବା ଅନ୍ୟ ଗୋଟାଏ ମହମବତୀରେ ଅଗ୍ନିସଂଯୋଗ କରି ଷ୍ଟିଲ୍ ଆଲମିରା ନିକଟକୁ ଅଗ୍ରସର ହେଲେ। କେତେଗୁଡ଼ିଏ ଫାଇଲ୍ ଓଲଟ ପାଲଟ କରି ସେ ଯେତେବେଳେ ଟେବୁଲ ନିକଟକୁ ଫେରିଆସିଲେ, ସେତେବେଳେ ତାଙ୍କ ହାତରେ ଗୋଟିଏ ବୃହତ୍କାୟ ହଳଦିଆ ଫାଇଲ୍ ରହିଥିଲା-। ଏସ୍. ପି. କେବଳ ନୀରବ ଦର୍ଶକ ଭାବରେ ଶତ୍ରୁଜିତଙ୍କୁ ଲକ୍ଷ୍ୟ କରି ଚାଲିଥିଲେ। ଏଥର ଶତ୍ରୁଜିତଙ୍କ ମୁଖମଣ୍ଡଳରେ ପୁଣି ଗୋଟାଏ ସିଗାରେଟ ଲାଗିରହିଥିଲା, ଆଉ ସେ ଫାଇଲ୍ ଫିଟାଇ ତାର ପ୍ରତ୍ୟେକ ପୃଷ୍ଠାରେ ନିଜର ଦୃଷ୍ଟି ଫେରାଇ ଚାଲିଥିଲେ। ଅବଶେଷରେ ଫାଇଲ୍ଟିକୁ ବନ୍ଦ କରି ଚେୟାରର ପୃଷ୍ଠଦେଶରେ ନିଜ ଶରୀରର ଭାର ଅର୍ପଣ କରି ଚୁପଚାପ୍ ବସିରହିଲେ। ତାଙ୍କର ଚକ୍ଷୁ ଯୋଡ଼ିକ ମୁଦି ହୋଇ ଆସୁଥିଲା। କୋଠରି ଭିତରେ ଅଖଣ୍ଡ ନୀରବତା